ଠିକ୍ ଗୋଟିଏ ପାହୁଣ୍ଡ ସେ ଗୋଡ଼ ବଢ଼ାଇଛନ୍ତି କି ନାହିଁ ପାଖ କୋଠରୀରୁ ମିସେସ୍ ପାତ୍ରଙ୍କର ଚିତ୍କାର ସେ ଶୁଣି ପାରିଲେ। ''ମୁଁ ରାଜି ନୁହେଁ; ତୁ ନୀଚ, ପଶୁ! '' ସାଙ୍ଗେ ସାଙ୍ଗେ ଗୋଟାଏ ପୈଶାଚିକ ହସରେ ଥରି ଉଠିଲା କୋଠରୀଟା। ମିସେସ୍ ପାତ୍ର ଖୁବ୍ ଜୋର୍ରେ ଚିତ୍କାରଟାଏ କରି କବାଟଟା ଖୋଲି ଧାଇଁ ଆସୁଥିଲେ ବାହାରକୁ, କିନ୍ତୁ କବାଟର ଫାଳେ ସେ ଖୋଲିଛନ୍ତି କି ନାହିଁ, ତାଙ୍କୁ ଖୁବ୍ ଜୋର୍ରେ କିଏ ଧରିନେଲା ଭିତରୁ। ତା' ସାଙ୍ଗେ ସାଙ୍ଗେ ଗୋଟାଏ ଖୁବ୍ ଆର୍ତ୍ତ ଚିତ୍କାର ଶୁଣାଗଲା ସେ କୋଠରୀରୁ। ଆଗକୁ ବଢ଼ାଇଥିବା ପାହୁଣ୍ଡଟା ପଛକୁ ହଟାଇ ନେଇ ମି: ଚୌଧୁରୀ କବାଟର ଖୋଲା ଫାଳକରେ ଦେଖିଲେ ମିସେସ୍ ପାତ୍ର କାନ୍ଥକୁ ଲାଗି ଭୟ-ବିହ୍ୱଳିତା ହୋଇ ଠିଆ ହୋଇଛନ୍ତି। ତାଙ୍କ ଆଗରେ ଅବନୀବାବୁ ଦୀର୍ଘ ଶାଣିତ ଛୁରୀଟାଏ ଧରି ପୈଶାଚିକ ହସରେ ଉନ୍ମତ୍ତ। ମିସେସ୍ ପାତ୍ର ଭୟରେ ଗୋଟିପଣେ ଥରୁଛନ୍ତି। ଅବନୀବାବୁ ପୈଶାଚିକ ମୂର୍ତ୍ତିଆଡ଼କୁ ଚାହିଁ ପୁଣି ଥରେ ଚିତ୍କାର କରି ଉଠିଲେ ମିସେସ୍ ପାତ୍ର। ସେଇ ମୁହୂର୍ତ୍ତରେ ତାଙ୍କ ହାତର ଛୁରୀ ଉପରକୁ ଉଠିଲା। ମିସେସ୍ ପାତ୍ର ଆଖି ବୁଜିଦେଲେ-। ଠିକ୍ ସେଇ ପଲକ ମାତ୍ର ସମୟ ଭିତରେ 'ଭଷ୍' କରି ନିଆଁର ଝଲକ୍ଟିଏ ଦେଖାଗଲା ଦ୍ୱାର ପାଖରେ। ଅବନୀବାବୁ ଚିତ୍କାର କରି ଉଠିଲେ। ହାତରୁ ତାଙ୍କର ଖସି ପଡ଼ିଲା ଶାଣିତ ଛୁରୀଖଣ୍ଡି। ମି: ଚୌଧୁରୀ ହସୁ ହସୁ ଘର ଭିତରକୁ ପାଦ ବଢ଼ାଇ। କହିଲେ-''ସାବାସ୍ ଅବନୀବାବୁ! ମାନସପୁରୀରେ ତୁମେ ଠିକ୍ ଭୂତ ଛଡ଼ା ବ୍ୟବସ୍ଥା କରିଛ। '' ତାଙ୍କ ସାଇଲେନସ୍ର ଲଗା ରିଭଲଭରରୁ ସେ ପର୍ଯ୍ୟନ୍ତ ଧୂମ ନିର୍ଗତ ହେଉଥିଲା। ଅବନୀକାନ୍ତଙ୍କର ସେତେବେଳର ଅବସ୍ଥା ଯାହା, ତାହା ବର୍ଣ୍ଣନା କରିବା ଦୁଃସାଧ୍ୟ। ସାଙ୍ଗରେ ଥିବା ଦୁଇଜଣ ସାଥି ଓ ରାମଶରଣ ମଧ୍ୟ ହାତରେ ଲୌହ କଙ୍କଣ ପିନ୍ଧି ପୋଲିସ୍ ପହରାରେ ରହିଲେ। ମିସେସ୍ ପାତ୍ରଙ୍କ ନିକଟରେ କେତେଜଣ ପୋଲିସ୍ ଜଗାଇ ଅବଶିଷ୍ଟ ଦଳଟାକୁ ଧରି ମି: ଚୌଧୁରୀ ଚାଲିଲେ ଆଗକୁ ରଘୁନନ୍ଦନ ଉଦ୍ଦେଶ୍ୟରେ। ମିସେସ୍ ପାତ୍ରଙ୍କର ଶୟନ କକ୍ଷ ନିକଟରେ ପହଞ୍ଚି ମି: ଚୌଧୁରୀ ଦେଖିଲେ ଘରଟା ଖୋଲା ଅଛି। ଭିତରୁ କେବଳ କବାଟ ଆଉଜା ହୋଇଛି। ପିସ୍ତଲଟା ବାଗେଇ ଧରି ଖୁବ୍ ଧୀରେ ଧୀରେ କବାଟ ଖୋଲି ଭିତରକୁ ପାଦ ବଢ଼ାଇଲେ ସେ। ଘର ଭିତରଟା ଶୂନ୍ ଶାନ୍। ପକେଟରୁ ଟର୍ଚ୍ଚ କାଢ଼ି ପକାଇ ଦେଖିଲେ ଭିତରେ କେହି ନାହିଁ। ହଠାତ୍ ତାଙ୍କ ଦୃଷ୍ଟି ପଡ଼ିଲା କାନ୍ଥ ଉପରେ। କାନ୍ଥ ଦେହରୁ ଗୋଟାଏ ଗୁପ୍ତ ଦରଜା ଖୋଲି ଯାଇଛି। ସେଇ ଦରଜା ପାଖରେ ଠିଆ ହେଲେ ସେ-। ଆଲୁଅ ପକାଇ ଦେଖିଲେ ଛୋଟ ଛୋଟ ପାହାଚ ଲମ୍ବି ଯାଇଚି ତଳକୁ। ମି: ଚୌଧୁରୀ ମହା ସମସ୍ୟାରେ ପଡ଼ିଲେ। ''କ'ଣ କରାଯାଇପାରେ ବର୍ତ୍ତମାନ! ଭିତରକୁ ଯିବା ଆଦୌ ନିରାପଦ ନୁହେଁ। କାରଣ ରଘୁନନ୍ଦନ ପରି ବଳବାନ ଆଉ ନୃଶଂସ ଦସ୍ୟୁର ମୁଖାମୁଖି ହେବା ଆଦୌ ବୁଦ୍ଧିମାନର କାମ ନୁହେଁ। ତେବେ ତା'ର ଫେରିବା ପର୍ଯ୍ୟନ୍ତ ଭିତରର ଗାଢ଼ ଅନ୍ଧାର ଭିତରେ ଲୁଚି ରହିଲେ ମି: ଚୌଧୁରୀ; ଦ୍ୱାର ପାଖରେ ପୋଲିସ୍ କେତେଜଣ ମଧ୍ୟ। ପ୍ରାୟ ତିନି ଚାରି ମିନିଟ୍ ପରେ କାନ୍ଥର ଭିତରପଟୁ ଖୁବ୍ ଧୀର ଅଥଚ ଓଜନିଆ ପାଦ ଶବ୍ଦ ଶୁଭିଲା। ଉତ୍କୀର୍ଣ୍ଣ ହୋଇ ମି: ଚୌଧୁରୀ ରିଭଲଭର୍ ବାଗେଇ ଧରିଲେ। ଶବ୍ଦ କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ହେଉଥାଏ। ଶବ୍ଦଟା କ୍ରମେ ପାଖକୁ ପାଖ ହୋଇ କୋଠରୀ ଭିତରେ ଶୁଣାଗଲା। ଗୋଟାଏ ହାତରେ ରିଭଲଭର୍ ବାଗେଇ ଧରି ଆର ହାତରେ ଟର୍ଚ୍ଚ ଜଳାଇ ମି: ଚୌଧୁରୀ ଦେଖିଲେ, ଆଗରେ ତାଙ୍କର ଧନୀକ-ତ୍ରାସ ଦସ୍ୟୁ ରଘୁନନ୍ଦନ। କାନ୍ଧରେ ତା'ର ପ୍ରକାଣ୍ଡ ବସ୍ତାଟାଏ-। ଆଲୁଅ ପଡ଼ିଲା ମାତ୍ରେ ରଘୁନନ୍ଦନ ଚମକି ପଡ଼ିଲା ଯେମିତି। ବିଦ୍ୟୁତ୍ ବେଗରେ ଝଣ୍ କରି କଚାଡ଼ି ଦେଲା ବସ୍ତାଟା; ଦୀର୍ଘ, ବଳିଷ୍ଟ ଦେହଟା ତା'ର ଫୁଲି ଉଠୁଥାଏ ଯେପରି। ମୁହଁର ଦାଢ଼ି, ମୁଣ୍ଡର କେଶଗୁଡ଼ା ହୋଇଥାଏ ବିକ୍ଷିପ୍ତ। ଦେହ ସାରା ଝାଳ ସରସର। ମୋଟ ଉପରେ ଚେହେରାଟା ତା'ର ହୋଇଥାଏ ଠିକ୍ ଗୋଟାଏ ହିଂସ୍ର ଜନ୍ତୁ ପରି। ''ଧୈର୍ଯ୍ୟ ଧର ରଘୁନନ୍ଦନ! ସବୁ ପ୍ରକାର ଚେଷ୍ଟାର ରାସ୍ତା ମୁଁ ବନ୍ଦ କରି ଦେଇଛି ତୁମ ପାଇଁ। ମାନସପୁରୀରେ ଭୂତ କାଢ଼ିବାକୁ ଉପଯୁକ୍ତ ଗୁଣିଆ ତୁମେ। ତେବେ ଉପଦ୍ରବ ତ ଗୋଟିଏ ଭୂତର ନୁହେଁ, ଏକାଧିକ! '' ମି: ଚୌଧୁରୀଙ୍କ କଥା ପ୍ରତି ରଘୁନନ୍ଦନର ଲକ୍ଷ୍ୟ ଥିଲା କି ନାହିଁ କିଏ ଜାଣେ?